ଏପରିକି ଗୋଟିଏ ଇନ୍ଦ୍ରିୟ ପ୍ରତିକୂଳ ହେଲେ, ଲୋକ ନଷ୍ଟ ହୋଇଯିବ। ଧର, ଜିଭ ଇନ୍ଦ୍ରିୟ। ସେ ସବୁବେଳେ ଭଲ ଭଲ ପଦାର୍ଥ ଖାଇବାକୁ ଚାହୁଁଛି। ତାକୁ ମୂଲ୍ୟବାନ୍ ସ୍ୱାଦୁକର ପଦାର୍ଥ ଦେଲେ ଖୁସି ହେବ କିନ୍ତୁ ଉକ୍ତ ଖୁସି ସ୍ଥାୟୀ ହେବ ନାହିଁ-। ତେଣୁ ଜିଭ ପ୍ରତିଦିନ ଅଧିକ ଅଧିକ ସ୍ଵାଦୁକର ପଦାର୍ଥ ଖାଇବାକୁ ଚାହିଁବ ଏବଂ ଲୋକକୁ ସର୍ବହରା କରାଇଦେବ କିମ୍ବା ଅତିଭୋଜୀ ହୋଇ ଶରୀର ନଷ୍ଟ କରାଇଦେବ। ଅତଏବ ଜିଭର ଲାଳସା ବନ୍ଦ ହେବ ନାହିଁ। ଏହିପରି ପ୍ରତ୍ୟେକ ଇନ୍ଦ୍ରିୟ। ମନୁଷ୍ୟ ଘରଦ୍ଵାର, ଗାଈ, ବଳଦ, ଦାସ ଦାସୀ, ଧନ ଧାନ୍ୟ ଓ ଜମିବାଡ଼ି ପ୍ରଭୃତି ଯେତେ ସଂଗ୍ରହ କରେ ସେସବୁ ଇନ୍ଦ୍ରିୟ ସେବା ପାଇଁ କିମ୍ବା ଶରୀର ରକ୍ଷା ପାଇଁ। ଏ ସମସ୍ତକୁ ସମ୍ପତ୍ତି କୁହାଯାଏ। ଯେଉଁ ଲୋକ ସମ୍ପତ୍ତିକୁ କେବଳ ଇନ୍ଦ୍ରିୟ ଦେବା ଅର୍ଥାତ୍ ଭଲ ଖାଇବା, ଭଲ ପିନ୍ଧିବା ପ୍ରଭୃତିରେ ବ୍ୟୟ କରେ ସେ ସମ୍ପତ୍ତିବାନ୍ ହେବା ଦୂରେ ଥାଉ ଦରିଦ୍ର ଓ ରୁଗ୍ଣ ହୋଇଯାଏ-। ସେହିପରି ଯେଉଁ ଛାତ୍ର ଭଲ ଖାଇବା, ଭଲ ପିନ୍ଧିବା ଓ ଭଲ ପଦାର୍ଥ ବ୍ୟବହାର କରିବା ପ୍ରଭୃତିରେ ମାତିଥାଏ; ସେ ଭଲ ପଢ଼ିପାରେ ନାହିଁ କି ବଢ଼ିଲେ ବଡ଼ ମଣିଷ ହୋଇପାରେ ନାହିଁ-। ଇନ୍ଦ୍ରିୟଗୁଡ଼ିକର ତୃପ୍ତି ପଦାର୍ଥ ଦ୍ଵାରା ହେବ ନାହିଁ, ବରଂ ଭୋଗର ବାସନା ବୃଦ୍ଧି ପାଇବ-। ନିଆଁରେ କାଠ, ଘିଅ ଯେତେ ପକାଇବ ନିଆଁ ତେତେ। ବଡ଼ ଆକାରର ଧରି ବେଶୀ ଖାଇବାକୁ ଚାହିଁବ। ଏଣୁ ଇନ୍ଦ୍ରିୟ ତୃପ୍ତି ଦିଗରେ ଲକ୍ଷ୍ୟ ନ ରଖି କେବଳ ଶରୀର ରକ୍ଷା ଦିଗରେ ଲକ୍ଷ୍ୟ ରଖିବା ଉଚିତ। ଖାଇବା ପୂର୍ବରୁ ଶରୀର ରକ୍ଷା ବିଷୟ ଚିନ୍ତା କରିବାର ଅଭ୍ୟାସ ପଡ଼ିଗଲେ ଜିହ୍ଵା ଇନ୍ଦ୍ରିୟ ତାହାର ତୃପ୍ତି ପାଇଁ ଆଉ ପ୍ରବର୍ତ୍ତାଇ ପାରିବ ନାହିଁ। ମନ ବୁଝିଗଲେ ଇନ୍ଦ୍ରିୟ ନୀରବ ହୋଇଯିବ-। ୟ-ମୁଁ ଦେଖୁଛି, ଧନୀର ଇନ୍ଦ୍ରିୟ ସଂଯମ କରିବା ବଡ଼ କଷ୍ଟ। ଧନ ପାଖରେ ଥିଲେ ସିନା ଭଲ ଖାଇବାକୁ ଓ ଭଲ ପିନ୍ଧିବାକୁ ମନ ହେବ। ଧନୀମାନେ ପ୍ରାୟ ବିଳାସୀ ହୋଇଥାନ୍ତି। ତେଣୁ ଆମେ ଦରିଦ୍ର ହେଲେ ତ ଭଲ ହେବ? ମ-ଇନ୍ଦ୍ରିୟଗୁଡ଼ିକ ଅଚଳ ହୋଇଗଲେ ଶରୀର ଯେପରି ନଷ୍ଟ ହୋଇଯିବ, ଧନ ପୂର୍ଣ୍ଣ ମାତ୍ରାରେ ଦୂର ହୋଇଗଲେ ଶରୀର ସେହିପରି ନଷ୍ଟ ହୋଇଯିବ। ଶରୀର ରକ୍ଷା ପାଇଁ ଖାଦ୍ୟପେୟ ଲୋଡ଼ା, ଖାଦ୍ୟପେୟ ସଂଗ୍ରହ ପାଇଁ ଧନ ଲୋଡ଼ା। ଧନ ଘର ମଧ୍ୟରେ ନିଆଁ ପରି କାର୍ଯ୍ୟ କରେ। ନିଆଁ ନ ହେଲେ ଚଳିହେବ ନାହିଁ, ପୁଣି ନିଆଁ ଘରଦ୍ଵାର ପୋଡ଼ିଦେବ। ଏଥିପାଇଁ କେବଳ ସାବଧାନତା ଲୋଡ଼ା। ଯଦି ସାବଧାନ ହୋଇ ନିଆଁକୁ ବ୍ୟବହାର କରିବା, ତାହା ଆମର ଅନେକ ଉପକାର କରିବ। ଅସାବଧାନ ହେଲେ ନିଆଁ ଅନେକ ଅପକାର କରିବ। ତାହାହେଲେ ନିଆଁତ ଆମର ଶତ୍ରୁ ହେଲା ନାହିଁ, ଶତ୍ରୁ ହେଲା ନିଜର ଅସାବଧାନତା। ଏଣୁ ନିଆଁକୁ ଦୂର କରିବା ଠାରୁ ନିଜର ଅସାବଧାନତାକୁ ଦୂର କରିବା ଆବଶ୍ୟକ। ଠିକ୍ ସେହିପରି ସାବଧାନ ହେଲେ ଧନ କିଛି କ୍ଷତି କରିପାରିବ ନାହିଁ। ଧନୀମାନେ ବିଳାସୀ ହୋଇପାରନ୍ତି ନାହିଁ କିନ୍ତୁ ଧନୀର ସନ୍ତାନମାନେ ବିଳାସୀ ହୋଇପାରନ୍ତି। ଯେ ଧନ ସଞ୍ଚୟ କରେ ସେ ଧନୀ। ଧନୀ ଯାହା ଅର୍ଜନ କରେ ତାହାର କିୟଦଂଶ ସଞ୍ଚୟ କରି ରଖେ। ଧନୀ ଇନ୍ଦ୍ରିୟ ସେବା ଅର୍ଥାତ୍ ଭଲ ଖାଇବା, ଭଲ ପିନ୍ଧିବା ଓ ଭଲ ଦେଖିବାକୁ